ବାପାଙ୍କର ଏ ଉକ୍ତି ଅଳକା ବୁଝିପାରିଲେନି। କହିଲେ ଗୋଟିଏ କଥା କହିବି ବାପା? -କହ ମା', କ'ଣ କହିବୁ କହ। -ଆଚ୍ଛା ବାପା, ଡାକ୍ତର ବାବୁଙ୍କ ଘର କେଉଁଠି? ମୁଁ ତ ପିଲାଦିନୁ ତାଙ୍କୁ ଦେଖିନଥିଲି, ଅଥଚ ତୁମେ କହୁଛ ତାଙ୍କ ଘର ଏଇଠି। ଆରେ ମା', ସେମାନେ ତ ଏବେ ଏଠି ଘର ତୋଳାଇ ରହିଛନ୍ତି। ତାଙ୍କର ଆଦିବାସ ଥିଲା ବାଲେଶ୍ୱରରେ। ଡାକ୍ତରଙ୍କ ବାପା ହେଉଛନ୍ତି ରିଟାୟାଡ଼୍ ଜଜ୍ ଦିବ୍ୟେନ୍ଦୁ ମିଶ୍ର, ଆଉ ଡାକ୍ତର ମିଶ୍ର ହେଉଛନ୍ତି ତାଙ୍କର ଏକମାତ୍ର ପୁତ୍ର। ଝିଅଟିଏ ବି ଅଛି। କାହିଁକି ପଚାରୁଛୁ ଏ କଥା। ନାଇଁ, ମୋ ନଣନ୍ଦ ମୌସୁମୀ କଥା କହୁଥିଲି। ଡାକ୍ତରଙ୍କ ସାଥିରେ ତାହାର ବିଭାଘର ହେଲେ କିପରି ହୁଅନ୍ତା? ତୋର ପୁଣି ନଣନ୍ଦ କେଉଁଠୁ ଆସିଲା? ତୋ ଶ୍ୱଶୁରଙ୍କର ତ ସୂର୍ଯ୍ୟକାନ୍ତ ଏକମାତ୍ର ପୁତ୍ର-। ବାପା, ତୁମେ ଏବେ ସବୁ ଭୁଲିଯାଉଛ! ମୋ ଖୁଡ଼ୀ ଶାଶୂଙ୍କ ଝିଅ ମୌସୁମୀ। ବିଚରା ମା' ବାପ ମଲା ଝିଅଟି, ଭଗବାନ ତାକୁ ସୁଖରେ ରଖନ୍ତେକି! ତା'ର ମା' ବାପ ମରିଗଲେ କେଉଁଦିନ? -ଯା, ବାପା ତୁମେ ସବୁକଥା ଏତେ ଭୁଲିଯାଅ କାହିଁକି? ସେଇ ଯେଉଁ ଖୁଡ଼ୁତାଶୁର ତିନିଦିନ ଜ୍ୱରରେ ମଲେ, ଆଉ ଖୁଡ଼ୀ ଶାଶୂ ବେକରେ -ମଉସା -ଥାଉ ମା', ପରେ କହିବୁ। ଡାକ୍ତର ଆସିଲେଣି। ଅଳକା ବୁଝିଲେ, ବର୍ତ୍ତମାନ ବାପାଙ୍କୁ ଆଉ କୌଣସି କଥା ଭଲଲାଗିବ ନାହିଁ। ବୃଦ୍ଧ ଆନନ୍ଦ ଭରା କଣ୍ଠରେ ଡାକିଲେ-ଆସ ବୁଲୁ, ମୋତେ ଆଜିକୁ ତିନିଦିନ ଧରି ଜ୍ୱର ଆସୁନି। ଛାତିଟା ଭଲ ଅଛି, ବସ। ଡାକ୍ତର ପରୀକ୍ଷା କରି ଖୁସିହେଲେ। ଅଳକାଙ୍କ ଆଡ଼େ ଚାହିଁ କହିଲେ-ବୁଝିଲେ, ଏକଥା ଆପଣଙ୍କ ଯୋଗୁ ସମ୍ଭବ ହୋଇଛି। ଏ ଅସୁସ୍ଥତା ଛଡ଼ାଇବା ମୋ ପକ୍ଷରେ ସମ୍ଭବ ହୁଅନ୍ତାନି। ଆପଣ ଯଦି ବେଶ୍ କିଛିଦିନ ରହିଯାଆନ୍ତେ, ତାହେଲେ ମଉସା ଏକଦମ୍ ସୁସ୍ଥ ହେଇଯା'ନ୍ତେ। ଆପଣ ଭୁଲ୍ କହୁଛନ୍ତି। ବାପା ମୋ ଲାଗି ଭଲ ହୋଇନାହାନ୍ତି, କି ଆପଣଙ୍କ ଔଷଧରେ ମଧ୍ୟ ଭଲ ହୋଇନାହାନ୍ତି, ବାପା ଭଲ ହୋଇଛନ୍ତି-ଖାଲି ଆପଣଙ୍କ ସହଚର୍ଯ୍ୟା ପାଇଁ। ନୁହେଁ ବାପା? କନକନାରାୟଣ ମୁହଁରେ କପଟ କାରୁଣ୍ୟ ଫୁଟାଇ କହିଲେ ମା' ତୁ ତୋ ବାପାଙ୍କ ପ୍ରତି ଅବିଚାର କରୁଛୁ ଏପରି କଥା କହ। ମୁଁ ତୁମ ସମସ୍ତଙ୍କ ପାଇଁ ଭଲ ଅଛି। ସନ୍ଧ୍ୟା ଗଡ଼ିଯାଉଛି, ଗଲୁ ମା' ବୁଲୁ ପାଇଁ କିଛି ଜଳଖିଆ ଆଣିବୁ। ଡାକ୍ତର ବୁଝିଲେ ବୃଦ୍ଧ ବଡ଼ ଅଡ଼ୁଆରେ ପଡ଼ିଯାଇଛନ୍ତି। ସେଥିପାଇଁ ଝିଅକୁ କାମରେ ଲଗାଇଦେଲେ। ମନେ ମନେ ଅଳ୍ପ ହସିଲେ, ତାପରେ କହିଲେ-ମଉସା, ନିଦ ହେଉଛି ତ? ବୃଦ୍ଧ ନିଷ୍ପ୍ରଭ ବିଷନ୍ନ ଆଖି ତୋଳି ଚାହିଁଲେ ଡାକ୍ତରଙ୍କ ଆଡ଼େ। କହିଲେ,-ମୁଁ ହେଲି ଅଭିଶପ୍ତ ଚକୋର। ଆଉ କେବେହେଲେ ନିଦ ଆସି ମୋ ଆଖିପତା ଛୁଇଁବନି। ଡାକ୍ତର, ତୁମେ ଆଉ ମୋ ପାଇଁ ଏତେ ଭାବନି। -ବାପା ଆସ। ଆସନ୍ତୁ ଡାକ୍ତର ବାବୁ। ଭୀମ, ଏଇଠି ରଖ ଟ୍ରେ ଦୁଇଟା। ଦୁଇଜଣ ଖାଉ ଖାଉ ବହୁତ କଥା ହେଲେ। ଅଳକା ପାଖରେ ଠିଆ ହୋଇଥାନ୍ତି। ବୃଦ୍ଧଙ୍କ ମନ ସହଜ ହୋଇଆସିଛି। କହିଲେ-ବାଃ, ସୁନ୍ଦର ହୋଇଛି ଏଇ ମାଂସ ଚପ୍ଟା ଅଣ୍ଡା ପୁଡ଼ିଙ୍ଗଟା ବି। କେତେବେଳେ ଏତେ ରନ୍ଧା ଶିଖିଲୁ ମା'? ଅଳକା ହସିଲେ। କଥା କହିବା ଅପେକ୍ଷା ଟିକିଏ ହସିଦେବା ତାଙ୍କ ପକ୍ଷରେ ସୁବିଧା ବୋଧହୁଏ। ଡାକ୍ତର ବ୍ୟସ୍ତହୋଇ ହଠାତ୍ କହିଲେ-ମଉସା, ଆଜି ଟିକେ କାମ ଅଛି, ମୁଁ ଯାଏ। ବୃଦ୍ଧ ବ୍ୟସ୍ତ ହେଲେ। କହିଲେ-କାମ ଅଛି? ଆଚ୍ଛା, ତା'ହେଲେ ଆଉ ଅଟକାଇବିନି। ସକାଳେ ଆସୁଛି ତ ଡାକ୍ତର? ଡାକ୍ତର ହସିଲେ।। କହିଲେ-ଆପଣଙ୍କୁ ନ ଦେଖି ମୁଁ କ'ଣ ରହିପାରିବି? ତେଣୁ ନିଶ୍ଚୟ ଆସିବି। ରାତିର ଖାଇବା ପିଇବା ସରିଛି। ବାପା ଖଟଉପରେ ଶୋଇ ମ୍ୟାଗାଜିନର ପତ୍ର ଓଲଟାଉଥିଲେ। ଅଳକା ଆସି ବାପାଙ୍କ ଖଟ ପାଖକୁ ଚେୟାର ଟାଣି ବସିଲେ। ଟୁଲୁ ଆର ଘରେ ଶୋଇ ଭୀମ ସହିତ କ'ଣ ବକର ବକର ହେଉଛି। ସେ ଶୋଇ ସାରିଲେ ଅଳକା ଏ ଘରକୁ ଆସି ଫେରିଗଲା ପରେ ଭୀମ ଚାଲିଯାଏ। କନକ ନାରାୟଣ ମୁଣ୍ଡବୁଲାଇ ଝିଅଆଡ଼େ ଚାହିଁଲେ। ପଚାରିଲେ-ଟୁଲୁ ଶୋଇଲାଣି ମା'। ନାହିଁ ବାପା ସେ ଶୋଇନି। ତୁମ ଦେହ କିପରି ଲାଗୁଛି ବାପା? -ଭାରି ଭଲ ଲାଗୁଛି ମା'।